ସେମାନଙ୍କଠାରୁ ମତେ ରକ୍ଷାକରି ପାରିବ? ଅଳକା ପଚାରିଲା। -ନିଶ୍ଚୟ କରିବି। -ହେଲା ତେବେ ସେଇଆ କହିବା। ଖାଅ, ଲାଜ କର ନାହିଁ। ମୁହଁରେ ରଙ୍ଗା ଚିହ୍ନ ପକାଉଛ କାହିଁକି? ରମାକାନ୍ତର ମୁହଁଟି ଲାଲଚିଆ ଦିଶୁଥିଲା। ଉତ୍ତେଜନାରେ ରକ୍ତ ଧମନୀରେ ଛୁଟୁଛି ଜୋର୍ରେ। କଣେଇ କଣେଇ ଚାହିଁ ଅଳକା ପଚାରିଲା-ଗୋଟିଏ କଥା ପଚାରିବି? -ସତ କହିବ-? -ହଁ। -ନା, ତମେ କେବେହେଲେ ସତ କହିବ ନାହିଁ। ମୋର ମନ ରଖି ଏଣୁ ତେଣୁ ଗୁଡ଼ାଏ କହିବ। -ସତ କହିବି। ତୁମକୁ କ'ଣ ମୁଁ ମିଛ କହିପାରେ? -ମିଛ କହିବା ହେଲା ଆମର ସମସ୍ତଙ୍କର ବେପାର-ସମସ୍ତଙ୍କ ବେଉସା। ସତ କହିଲେ କହିଲା ଲୋକ କି ଶୁଣିଲା ଲୋକ-କାହାରିକୁ ଭଲ ଲାଗିବ ନାହିଁ। ଛାଡ଼। ମୁଁ ଯାହା ପଚାରୁଛି କହିବ। -ରମାକାନ୍ତ ଚାହିଁଲା ଅଳକାକୁ। -କହିଲା-ତମେ ମତେ କାହିଁକି ଭଲପାଅ? -କହି ପାରିବ ନାହିଁ; କିନ୍ତୁ ମତେ ଭାରି ଭଲ ଲାଗୁଛି। -ମୋ ପରି ଜଣେ ଲୋକକୁ ବାହା ହୋଇ ପାରିବ? -ଏଁ? ଭାବି କହିବି। -କ'ଣ ଭାବିବ? -ଦାୟିତ୍ୱ ନେଇ ଚଳେଇ ପାରିବି କି ନାହିଁ? -ତୁମକୁ ଦାୟିତ୍ୱ ନେବାକୁ ପଡ଼ିବ ନାହିଁ। ତମର ଦାୟିତ୍ୱ ଯଦି ମୁଁ ନିଏ, ତାହାହେଲେ ବାହା ହେଇ ପାରିବ? -କହି ପାରୁ ନାହିଁ ସାଙ୍ଗେ ସାଙ୍ଗେ। -ଡର ମାଡ଼ୁଛି? -ହଁ। -କେଉଁ କଥାକୁ ଡର? ସ୍ତ୍ରୀଙ୍କୁ? -ନା ଆମକୁ? ରମାକାନ୍ତର ହାତ ବନ୍ଦ ହେଇ ଗଲାଣି। ମସ୍ତିଷ୍କ ଆଉ ହାତ ଏକାଠି ଚାଲେ ନାହିଁ। ଅଳକାର କଥାର ଜବାବ ଦେବା ଆଉ ଅଳକାର ପରସା ଜଳଖିଆ ଖାଇବା-ଏକାଠି ହୋଇପାରୁ ନ ଥିଲା। ଅଳକା ଖୁସି ହେଲାପରି ବସିଥାଏ। -କୁହ ମ। ତମର ବାହାଘର କଥା ପଚାରିଲି ପରା। -ଆଉ ଦିନେ କହିବି। -କ'ଣ ପରାମର୍ଶ ମସୁଧା କରିବ କି? -ହେ, ମୋର ମାଗୁଣି ରଖିବ। ଏଠିକା କଥା ପ୍ରଘଟ କରିବ ନାହିଁ। କଲେ ଜାଣିଥାଅ, ଅଳକା ବିଷମ ଲୋକ। ରମାକାନ୍ତ ଡରିଗଲା। ହସି ଅଳକା କହିଲା-ସମସ୍ତଙ୍କର ବଡ଼ କଥା ହେଉଛି ଇଜ୍ଜତ-ମାନ ଅପମାନ। କାହାରି ଇଜ୍ଜତକୁ ତଳେ ପକାଇବ ନାହିଁ। ଗୋପନ କଥା, ଗୁପ୍ତ କଥା, ଗୋପନୀୟ ଭାବ-ହେଉଛି ଇଜ୍ଜତର ସଂପଦ। ସେଗୁଡ଼ିକ ନେଇ ବେଉଷା କରିବ ନାହିଁ। -ମୁଁ କରେ ନାହିଁ। -ତାହା ହେଲେ କୁହ-କ'ଣ ପାଇଁ ମତେ ତମେ ବାହା ହୋଇପାରିବ ନାହିଁ? ମୋ ବିଷୟରେ ତମର କ'ଣ ଧାରଣା? -ଭଲ। -କଣ ଧାରଣା ଅଛି କହିଲ।? -ଭାବି ନାହିଁ। ଭାବିଲେ କହିବି। -ଆଚ୍ଛା, ତାହାହେଲେ ତମେ କେବେ କେଉଁଠି ସ୍ତ୍ରୀ ଲୋକଙ୍କ ଆଗକୁ ଆସିନାହଁ। ଆଉ କେହି ସ୍ତ୍ରୀ ଲୋକ ତୁମ ପାଖକୁ ଆସି ନାହାଁନ୍ତି। -ନା। -ମୁଁ କ'ଣ ତୁମର ପ୍ରଥମ ନାରୀବନ୍ଧୁ? -ହଁ। ଅଳକା ଆଖି ତରାଟି ଚାହିଁଲା-ରମାକାନ୍ତକୁ। -ରମାକାନ୍ତ, ତମେ ଜଣେ ମଣିଷ ହେବା ଦରକାର। କାରଣ ତମର ମନରେ କି ଦେହରେ ଦାଗ ଲାଗିନାହିଁ। ତମେ ଯାହା ଯେତେବେଳେ ଟଙ୍କା ଦରକାର, ମୋ'ରିଠାରୁ ନବ। ଏଥିରେ ରାଜି ଅଛ ତ? -ଧାରରେ। -ନା, ସେମିତି ଉତ୍ସାହରେ-ଦାନ ମଧ୍ୟ ନୁହେଁ। ନେଇ ପାରିବ? -କେଜାଣି? -ମୁଁ କହୁଛି ଶୁଣ। ତମେ ଆସୁ ଆସୁ ଏଠିକି ଚାଲି ଆସିଛ। ତମେ କିଛି ପାଞ୍ଚ କରି ଆସି ନାହଁ। ତମର ମଧ୍ୟ କିଛି ମନରେ ନ ଥିଲା କି ନାହିଁ। ତମର ମନ ମୋରି ପ୍ରତି ମୋଟେ ଟଣକା ଦେଉନାହିଁ। -ନା। -କିଛି ବୁଝିନାହିଁ ରମାକାନ୍ତ। ଆକର୍ଷଣ ଏମିତି ଗୋଟାଏ ବିଷୟ ଯେ ହଠାତ୍ ସେ ଚୁମ୍ବକ ପରି ଲାଗିଯାଏ। ମନର ଚୁମ୍ବକ ଯେଉଁଠି ଲାଗୁନାହିଁ ସେଠି ମଣିଷର ସମ୍ବନ୍ଧ ବୃଥା। କ'ଣ ପାଇଁ ଆସିଥିଲ? -ଏମିତି। -ସେମିତି କେବେ କେଉଁଠିକି ଯିବନାହିଁ। ସେଥିରେ ଯାହା ପାଖକୁ ଯିବ ତା'କୁ ମାଗଣାରେ ଅପମାନ ଦେବା ପରି। ଏଇ ସଂସାରଟା ଖୁବ୍ ବଡ଼। କଲେଜଠାରୁ ଲକ୍ଷ କୋଟି ଗୁଣରେ ବଡ଼। ତେଣୁ ମନକୁ ନ ପଚାରି ଗୋଟିଏ ଖିଆଲରେ ଚାଲି ଆସିଲ।